ଅବିଶ୍ୱାସ କରିବା ଅପେକ୍ଷା ବିଶ୍ୱାସ କରିବା ବରଂ ଭଲ। ରବିବାର ଦିନ ମାନ୍ଦ୍ରାଜରୁ ଆସୁଥିବା ଉଡ଼ାଜାହାଜ ଉପର ଓଳି ରାଜଧାନୀରେ ପହଞ୍ଚୁଥିଲେ ବି ଦଳବେହେରା, ଜଗବନ୍ଧୁ, ନାଇଡୁ, ଲଛମନିଆ, ସେବତୀ, କାହ୍ନୁ, ରମେଶ ଓ ଇବ୍ରାହିମ ମାନେ ଦିନ ଏଗାରଟା ବେଳକୁ ଯାଇ ରାଜୁବାବୁଙ୍କ ଫାଟକ ପାଖେ ବସି ରହିଥିଲେ। ସେବତୀ ଓ ଅନ୍ୟ ସ୍ତ୍ରୀଲୋକମାନଙ୍କୁ ସାଙ୍ଗରେ ଆଣିବାକୁ ଜଗବନ୍ଧୁ ମନା କରୁଥିଲା। ମାତ୍ର ଦଳବେହେରା ସେମାନଙ୍କୁ ଡାକିଲା। ସ୍ତ୍ରୀଲୋକ ସାଙ୍ଗରେ ଥିଲେ ରାଜୁବାବୁ ଶୀଘ୍ର ଡକେଇ ପଠାନ୍ତି ଓ ସାଙ୍ଗରେ ସାନପିଲା ଥିଲେ ତାଙ୍କର ଚାକର ବାକର ଟିକେ ଦରଦ ଦେଖାନ୍ତି। ତେବେ ସେବତୀ ନିଜେ ନିଜ ଆଡ଼ୁ ଆସିବା ପାଇଁ ଜିଦ୍ ଧରିଥିଲା। ବରାବର ବରଗଛ ମୂଳେ ପଡ଼ି ଅନିଶ୍ଚିତତାକୁ ଅପେକ୍ଷା କରିବା ଅପେକ୍ଷା ନିଜେ ଯାଇ ନିଜ ଆଖିକାନରେ ସବୁ ଦେଖି ଶୁଣି ଆସିବା ଭଲ ହବ। ତାର ଧାରଣା ହେଉଥିଲା ଯେ ଜଗବନ୍ଧୁ ହୁଏତ ତାକୁ ମିଛ କହୁଥିଲା। କାହ୍ନୁ ତା ବୟସର ସାନ ସାନ ପିଲାଙ୍କ ସାଙ୍ଗରେ ଏଇ କିଛି ସମୟ ତଳେ ଖେଳୁଥିଲା। ବଡ଼ ବଡ଼ କୋଠା ଓ ରାସ୍ତାରେ ଯାଉଥିବା ଗାଡ଼ିମଟରକୁ ଦେଖି ନାଚୁଥିଲା। ଏବେ କିନ୍ତୁ ସେ ଥକିପଡ଼ିଲାଣି। ଝାଳ ସରସର ଦେହ ତାର ତେଲିଆ ଦିଶୁଥିଲା। ଜଗବନ୍ଧୁ ଯାଇ ପୁଅର ମୁହଁକୁ ତା ଗାମୁଛାରେ ପୋଛିଦେଲା। ଭୋକ, ଶୋଷ ଓ ଅବସନ୍ନତା ଧୀରେ ଧୀରେ ସମସ୍ତଙ୍କୁ ଘେରି ଆସୁଥିଲା। ଗଛ ଛାଇ ହଟିଯାଇଥିଲା ପଶ୍ଚିମରୁ ପୂର୍ବକୁ। ଅଥଚ ରାଜୁବାବୁ ଫେରୁ ନଥିଲେ। ଅନେକ ସମୟ ପରେ ଜଗବନ୍ଧୁ ସେବତୀକୁ ପଚାରିଲା, "ଘର ଜିମା କାହାକୁ ଛାଡ଼ି ଆସିଛୁ କିଲୋ!" ସେବତୀ ତାର ଶୁଖିଲା ଓଠ ଉପରେ ଜିଭ ବୁଲେଇ ଆଣୁ ଆଣୁ କହିଲା, "କାଳିଆ ମାଆକୁ। ତାକୁ ଜର ହୋଇଛି। ସେ ଆସିପାରିଲା ନାହିଁ।" ଜଗବନ୍ଧୁ ଆଉ କଣ ପଚାରିବାକୁ ଯାଉଥିଲା ସେତିକିବେଳେ ଦଳବେହେରା କହିଲା, "ଏଇ ରାଜୁବାବୁଙ୍କ ଗାଡ଼ି ଆସିଲା। ମୁଁ କହୁ ନ ଥିଲି, ଟିକକ ଆଗରୁ ଯୋଉ ଉଡ଼ାଜାହାଜ ଘୁଁ କିନା ଏଇବାଟେ ଦେଇ ଉଡ଼ିଗଲା ସେଇଥିରେ ରାଜୁବାବୁ ଆସିଥିବେ।" ଉଡ଼ାଜାହାଜଟି କିଛି ସମୟ ଆଗରୁ ଉଡ଼ିଯାଇଥିବା ଖବର ସତ ହେଲେ ବି ତହିଁରେ ରାଜୁବାବୁ ଥିବା ଦଳବେହେରା କହି ନଥିଲା। ମାତ୍ର ଜଗବନ୍ଧୁ ସେ କଥାର ପ୍ରତିବାଦ କଲା ନାହିଁ। ସେତେବେଳକୁ ରାଜୁବାବୁଙ୍କ ଗାଡ଼ି ଆସି ଫାଟକ ପାଖେ ପହଞ୍ଚିଲାଣି। ସେମାନେ ସମସ୍ତେ ଶୋଇପଡ଼ିଥିବା ଛେଳି ମେଣ୍ଢା ଉଠିଲା ପରି ଉଠିପଡ଼ିଲେ। ରାଜୁବାବୁ ଖୁବ୍ ଖୁସି ଖୁସି ଦିଶୁଥିଲେ। ଦଳବେହେରା ଠିକ୍ କହୁଥିଲା, ରାଜୁବାବୁ ଭାରି ପାୱାର ବାଲା ଲୋକ ନ ହେଲେ ଦେଶ ବିଦେଶରୁ ତାଙ୍କୁ ଏତେ ମେଡାଲ କାହିଁକି ମିଳନ୍ତା? ରାଜୁବାବୁ ପଚାରିଲେ, "କିରେ ତମେମାନେ କୁଆଡ଼େ?" ତାଙ୍କ ସ୍ୱରରେ ଆବଶ୍ୟକଠାରୁ ଅଧିକ ଆତ୍ମୀୟତାର ସ୍ପର୍ଶ ଜଗବନ୍ଧୁ ଓ ତା ବସ୍ତି ଲୋକମାନଙ୍କ ମନ କିଣିନେଲା। "ତମେ ଖବର ପଠେଇଥିଲେ ମୁଁ ତମମାନଙ୍କ ଘରକୁ ଚାଲିଯାଇଥାଆନ୍ତି। ସେଇଠି ତମମାନଙ୍କ ପିଣ୍ଡାରେ ଶାଗପଖାଳ ଖାଇ ତମ କଥା ଶୁଣିଥାଆନ୍ତି। ତମେମାନେ ଏତେବାଟ ଅଯଥାରେ କାହିଁକି ଆସିଲ?" "ଘର? ଆମର ଆଉ ଘର ନାହିଁ ବାବୁ। ଆଜ୍ଞା ଆପଣ ଯୋଉ ବସ୍ତିକୁ ଯାଇଥିଲେ ତାକୁ ନିଆଁଲଗା ସରକାର ଭାଙ୍ଗିଦେଲା। ଆମେ ପିଲାଛୁଆ ଧରି ଏ ପୁଷମାସ ଶୀତରେ ରାସ୍ତାକଡ଼ରେ ପଡ଼ିଛୁ। ବାବୁ! ଆପଣେ ଆମକୁ ବଞ୍ଚାନ୍ତୁ, ଆମେ ସବୁ ମରିଯିବୁ, ଆମ ପିଲାଛୁଆ ଭାସିଯିବେ।" ଗୋଟେ ପ୍ରଲମ୍ବିତ କାରୁଣ୍ୟର ଲହରୀ ବହୁକାଳୁ ଅବରୁଦ୍ଧ ହୋଇଥିବା ନଈର ଜୁଆର ପରି ବନ୍ଧବାଡ଼ ଭାଙ୍ଗି ବୋହି ଆସୁଥିଲା। ରାଜୁବାବୁ ଗାଡ଼ିରୁ ଓହ୍ଲେଇପଡ଼ି, ଦୁଇହାତ ଟେକି ସମସ୍ତଙ୍କୁ ଚୁପ୍ ରହିବାକୁ କହିଲେ। ଦଳବେହେରା।